କଣ କହିବ। କାମର ଜବାବ ଆସିଗଲାଣି। ଦିବା ଦି'ପ୍ରହର। ମାତାର ଶୟନ କକ୍ଷରେ ଜଗନ୍ନାଥ ବସିଥାଏ। ମାଆ ଆଦର କରି ଜଗନ୍ନାଥର ପିଠି ଆଉଁଷି କହିଲେ "ପୁଅ ତୁ ଚାରିମାସ କରି ମୋ ପାଖରେ ରହିଲୁ ନାହିଁ। ମୋର ମନପୂରାଇ ତତେ ଗଣ୍ଡେ ଖୁଆଇ ପାରିଲିନି। ଭଲ କରି ଦେଖିଲି ନାହିଁ। ପାଖରେ ବସାଇଲିନି। ତୁ ବିଦେଶ ବୁଲିଲୁ। ପାଠ ପଢ଼ିଲୁ। ମଣିଷ ହେଲୁ। ଚାକିରୀ ପାଇଲୁ। ତୋ' ପାଇଁ ବୋହୂଟିଏ କରି ମୁଁ ନିଶ୍ଚୟ ହୁଏ। '' ଜଗନ୍ନାଥ ଈଷତ୍ ମୁଖ ଫେରାଇଲେ। ପୁଣି ମାଆ କହିଲେ "ଆମ ଗାଁର ଭାଗବତଙ୍କ ଝିଅଟି ମନକୁ ଆସିଚି। ବୟସ ବେଶି ନୁହେଁ। ଏଇ ଆଠବର୍ଷ ମାତ୍ର ହୋଇଚି। ପିଲାଟିର ବଳିଲା ଦେହ, ଦେଖିବାକୁ ଡଉଲ ଡାଉଲ ଠିକ୍ ତୋ ଲାଖ୍। ଆଉ ବାପର ସମ୍ପତ୍ତି ବି ଅଛି। ଜଗନ୍ନାଥ ନୀରବରେ ସବୁ ଶୁଣିବାକୁ ଲାଗିଲେ। କିଛି କହିଲେ ନାହିଁ। ପୁଣି ମାତା ଆଦର କରି କହିଲେ "ବାପ, ତୁ ବିଦେଶ କରିବୁ। ମୁଁ କାହା ମୁହଁ ଦେଖି ବଞ୍ଚିବି? ବୋହୂଟି କରିଥିଲେ ହେଲେ ମୋ ଦୁଃଖ ଯିବ। ମୁଁ ଏଣିକି ବୁଢ଼ୀ ହେଲି। " ଏହା କହି କିଛିକ୍ଷଣ ନୀରବ ରହିଲେ। ଭାବିଲେ ଜଗନ୍ନାଥ ବୋଧହୁଏ ତାଙ୍କ କଥାରେ 'ହଁ' ଭରିବ; କିନ୍ତୁ ଜଗନ୍ନାଥ ତାହା କଲେନାହିଁ। କିଛିକ୍ଷଣ ନୀରବରେ ରହି କହିଲେ "ମା, ତୁ ମୋ। ପାଇଁ ବ୍ୟସ୍ତ ହଅନା। ମୋର ଏଇ କ୍ଷଣି ଆଗ ଚାକିରୀ ହେଉ। ପରେ ଆଉ ସବୁ କଥା। " ମାଆ ନିରାଶ ହୋଇ କହିଲେ "ବାପ, ପଛ କଥା କ'ଣ? ଏତ ସଂସାର ଲାଗିଛି। ତୁ ପାଠ ପଢ଼ୁ ନ ଥିଲେ କେଉଁ କାଳୁ ମୁଁ ନାତି ନାତୁଣୀ ଧରି ଗେଲ କରନ୍ତଣି। " ଜଗନ୍ନାଥ ଅପ୍ରତିଭ ଓ ବିରକ୍ତ ହୋଇ ସେଠାରୁ ଉଠିଗଲା। ଗେହ୍ଲେଇର ହୃଦୟ ହଠାତ୍ ଅଭିମାନରେ ଉଚ୍ଛୁଳି ଉଠିଲା। ସତେ ଆଜି ନାଥିଆ ତା' କଥା ଶୁଣିଲାନି। ଆଖିରେ ତା'ର ଲୁହ ଜମି ଆସିଲା। ବହୁ କଷ୍ଟରେ ସେ ତା' ସମ୍ଭାଳି ନେଲା। ତାହାର ପରଦିନ ଜଗନ୍ନାଥ ଯାଜପୁର ଯାତ୍ରା କଲେ। ଗେହ୍ଲେଇର ହୃଦୟ ବିଷାଦ କାଳିମାଚ୍ଛନ୍ନ ହୋଇଗଲା। ସେ ନିଜର ନିଭୃତ କକ୍ଷତଳରେ ଲୁଗା କାନି ପାରିଦେଇ ଅଭିମାନରେ ଓ ଦୁଃଖରେ କିଛିକ୍ଷଣ କାନ୍ଦିଲା। ସତେ, ସଂସାର ଏପରି! ପଞ୍ଚମ ପଟ କେହି ନୁହେଁ କାର ଏ ବିଶ୍ୱ ଭୁବନେ ମୁଁ କିମ୍ବା ମରିବି ଜ୍ୱଳି ପିତାମାତା ବନ୍ଧୁ ଆତ୍ମୀୟ ସ୍ୱଜନେ ଦିନେ ଛାଡ଼ି ଯିବ ଚାଲି। ବୈତରଣୀ ନଦୀ ପ୍ରାୟ ଝରକା ଫିଟାଇଲେ ଦିଶୁଥିଲା। ସନ୍ଧ୍ୟା ସମୟରେ ନଦୀ କୂଳରେ ଘାଟ ପାଖରେ କେତେଗୁଡ଼ିଏ ନୌକା। ନୌକା ଯାଉଛି, ଭାସୁଛି, ଓ ପଡ଼ୁଛି। ନଦୀ ବକ୍ଷର ଜଳ ପ୍ରବାହ ଅନନ୍ତ ସାଗର ଆଡ଼କୁ ଧାଇଁ ଯାଉଛି। ଜଗନ୍ନାଥ ଝରକା ନିକଟରେ ଠିଆହୋଇ ନଦୀ ଆଡ଼କୁ ଅନାଇଁ ଥିଲେ। ଆଜିକି ତିନିବର୍ଷ ହେଲା ସେ ଯାଜପୁରରେ କାମ କରୁଛନ୍ତି। ଯଯାତିକେଶରାଙ୍କ ପ୍ରିୟ ରାଜଧାନୀ ଯାଜପୁର। ସ୍ଥାନଟି ମନ୍ଦ ନୁହେଁ। ପାଣି ପବନ ବେଶ୍ ମନୋମତ। କାମଟି ମଧ୍ୟ ତାଙ୍କ ମନକୁ ଆସିଛି। ମାସିକ ଟ ବେତନ। ତା' ବାଦ ଗୃହଶିକ୍ଷକ ଭାବରେ ମଧ୍ୟ ସେ ମାସିକ ଟ ଆୟ କରନ୍ତି। ନିଜପାଇଁ କୋଡ଼ିଏ ଟଙ୍କା ରଖି ବାକିତକ ସେ ଘରକୁ ପଠାଉଥିଲେ। ଆଜିପର୍ଯ୍ୟନ୍ତ ଜଗନ୍ନାଥଙ୍କର ବିବାହ ହୋଇନାହିଁ। ଏ ତିନିବର୍ଷ ମଧ୍ୟରେ ସେ ଆଉ ଘରକୁ ଯାଇ ନାହାନ୍ତି। ଜଗନ୍ନାଥ ଦୁଷ୍ଟ ଚରିତ୍ର ନୁହନ୍ତି। କର୍ମକୁଶଳ, ଭଦ୍ର, ବିନୟୀ ଏବଂ ଦୃଢ଼ ପ୍ରତିଜ୍ଞା। ଅତିଶୟ ବିଳାସୀ ମଧ୍ୟ ନ ଥିଲେ। କିନ୍ତୁ ଜଗନ୍ନାଥ ସୁଖୀ ନଥିଲେ। ତାହାଙ୍କହର ସୁଖପାଇଁ ଜାଗତିକ କୌଣସି ବସ୍ତୁ ଅଭାବ ନଥାଇ ମଧ୍ୟ ସେ ସୁଖୀ ନଥିଲେ। ସୁଖ ମାନସିକ ବସ୍ତୁ। ଆମ୍ଭେମାନେ ସହସ୍ର ବିଳାସ ବ୍ୟସନ ମଧ୍ୟରେ ବେଷ୍ଟିତ ଥାଇ ମଧ୍ୟ ସୁଖୀ ହୋଇ ନପାରୁ। ଆମ୍ଭ ମାନଙ୍କର ସବୁ ଅଭାବ ପୂର୍ଣ୍ଣ ହେଲେ ସୁଦ୍ଧା ଏପରି ସମୟେ ସମୟେ ହୁଏଯେ ଯେତେ ଚେଷ୍ଟା କଲେ ମଧ୍ୟ ମନକୁ ସୁଖୀ କରି ହୁଏନାହିଁ। ଜଗନ୍ନାଥଙ୍କ ନିରାନନ୍ଦର ପ୍ରଧାନ କାରଣ ଧର୍ମଚିନ୍ତା। ଜଗନ୍ନାଥ ବାଲ୍ୟକାଳରୁ ଧର୍ମଭୀରୁ ଏବଂ ବୁଦ୍ଧିମାନ୍।